ଥିଲାବାଲା ଘରର ପିଲେ ଏମାନେ। ଗଲାବାଲାଙ୍କ ପାଇଁ ଏମାନଙ୍କର ଚିନ୍ତା ନାହିଁ। ଦକ ନାହିଁ। ଅନୁତାପ ନାଇଁ। ସମୟ ଗଡ଼ି ଚାଲିଛି। ଡାଏରି ପୂରୁ ନାହିଁ। ସବୁ ବିକଳ ଦୃଶ୍ୟକୁ ଗୋଇଠାମାରି ପଛକରି ମୁହଁ ଆଡ଼େଇ ମଣିଷ ଚାଲିଛି। ସବୁ ଯେମିତି ଖାଲି ସ୍ଥିତି ପାଇଁ। ସ୍ଥିତିହିଁ ଜୀବନ। କୋଉ ଶଳାଏ ଏ ମହାନ୍ ତତ୍ତ୍ୱ ଶିଖେଇ ଦେଇଗଲେ! ଶଳେ ସବୁ ଚୋର। ଚୋରଙ୍କ ବଡ଼ବାପ ଏମାନେ-। ନିଜ ଜୀବଦଶାରେ ବେଶ୍ କିଛି ନାଁ କମେଇ ଚିତାକାଟି ଗଲେ। ଲୋକଟିର ମନ ହେଉଥିଲା ଲୁଚିଛପି ଯାଇ ବଳବୁଦ୍ଧି ପ୍ରୟୋଗ କରି ସେଇ ସନ୍ତ୍ରାସବାଦୀଙ୍କ ତମ୍ୱୁ ଉପରେ କୁଢ଼ କୁଢ଼ ବୋମା ଅଜାଡ଼ି ଦେଇଥାଆନ୍ତା। ସବୁ ହିପୋକ୍ରେଟଙ୍କର ଆଖଡ଼ା ଭାଙ୍ଗିଯାଆନ୍ତା। କେତେ ବଡ଼ ବଡ଼ କଥା ଶୁଣାଉଥିଲେ ଛୋଟ ମୁହଁରେ, ଶଳେ ନିଜେ ବୁଝିପାରନ୍ତେ। ସତକୁ ସତ ଯଦି ମଣିଷ ବଞ୍ଚିଯାଇ ଥାଆନ୍ତା, ଅନ୍ଧାରରେ ବାଡ଼ି ବୁଲାଉ ବୁଲାଉ କାହା ଦେହରେ ବାଜି ଯାଇଥାନ୍ତା ବା କିଛି ଗୋଟାଏ ଟାଣ କରି ଧରିପାରିଥାନ୍ତା ତା'ହେଲେ ଆଜି ଆଉ ଅନୁଶୋଚନାର ପ୍ରଶ୍ନ ଉଠନ୍ତା ନାହିଁ। ସେମାନଙ୍କ କଥାରେ ବିଶ୍ୱାସ କରି, ସତେ ଯେମିତି ଲୁଚି ରହିଥିବା ବହୁ ମୂଲ୍ୟବାନ ପୁସ୍ତକରୁ କେଇ ଫର୍ଦ୍ଦ ସେମାନେ କାଢ଼ି ପୃଥିବୀବାସୀଙ୍କୁ ପଢ଼ି ଶୁଣେଇ ଦେଇଛନ୍ତି। ବହୁ ଗର୍ଜନତର୍ଜନ ଛାଡ଼ି ମଣିଷ କେତେ ଛାଟିପିଟି ହୋଇଚି। ବହୁଦିନର ସଂସ୍କୃତି, ପରମ୍ପରା, ପ୍ରଥା ପଦ୍ଧତିକୁ ଛାଡ଼ି, ଅସାରବୋଲି ପ୍ରମାଣିତ କରି ସତ୍ୟର ନୂତନ ଶିଳାନ୍ୟାସ କରିବାରେ କି ଲାଭ ମିଳିଛି? ପୁଣି ସେଇ ହା ହୁତାଶ, ଖାଁ ଖାଁ ଭାବ। କିଛି ବୁଝିପାରୁନି। ଜାଣିପାରୁନି। ସବୁ ଯେମିତି ଆକସ୍ମିକ ଭାବେ ରାତାରାତି ସମାନ ହୋଇଯାଇଚି। ହସ କାନ୍ଦ, ଜୀବନ ମୃତ୍ୟୁ, ଆଲୋକ ଅନ୍ଧାର ସବୁ ସମାନ। କ'ଣ ଠିକ୍? କ'ଣ ଭୁଲ? କାହାକୁ ଧରିବା? କାହାକୁ ଛାଡ଼ିବା? ଇସ୍, କି ବୀଭତ୍ସ ଚିନ୍ତା! କି ଉଦ୍ଭଟ ପରିକଳ୍ପନା!! ଜୀବନ କ'ଣ ସକଳ ଅମୀମାଂସିତ ପ୍ରଶ୍ନର ସମାଧାନ? ଜୀବନ କହିଲେ ସମତା? ସବୁ ମିଥ୍ୟା, ଛଳନା, ଶଠତା। ସେମାନେ ଭାଣ୍ଡାମି ସୃଷ୍ଟି କରିଗଲେ। ସବୁ ଓଲଟ ପାଲଟ କରିଦେଇ ଗଲେ। କେତେ ଦିନ ଲାଗିବ ସଜାଡ଼ିବାକୁ କିଏ କହିବ! ସେଇ ଭଣ୍ଡ କାପାଳିକମାନଙ୍କୁ ନିର୍ମମଭାବେ ହତ୍ୟା କରିଦେବା ଉଚିତ। ସରଳ ମଣିଷର ମନରେ ବିଷ ଭରିଦେଇ ଯେଉଁମାନେ ବାହାଦୁରି ନେବାକୁ ଚାହିଁଥିଲେ ସମସ୍ତଙ୍କୁ ଗୋଟି ଗୋଟି କରି ଫାଶୀ ଦବା ଉଚିତ। ଉନ୍ମୁକ୍ତ ଜନପଥରେ ଶୂଳୀରେ ଚଢ଼େଇ ଦେଲେ ଯାଇ ରକ୍ଷା। କୁକୁର ପରି ଗୁଳି କରିଦେବା ବରଂ ଭଲ। ଅମରୀ ଲତାକୁ ନିର୍ମୂଳ କରି ନଦେଲେ ପୁଣି ପାଣିପବନ ପାଇ ଡାଳ ମେଲି ବଢ଼ିବ। ପୁଣି ହଟଚମକ ବିଦ୍ୟା ଦେଖାଇବ। ଲୋକଟି ଏଇସବୁ କଥା ଚିନ୍ତା କଲାବେଳେ ରାଗରେ ଫାଟିପଡ଼ୁଥାଏ। ପୁଣି ପର ମୁହୂର୍ତ୍ତରେ ଦୁଃଖରେ ତା' ମୁହଁ ବତୁରି ଉଠୁଥାଏ। ଦର୍ପଣରେ ତା'ର ଅବିକଳ ଚେହେରା, ରୁଢ଼ଭରା ମୁହଁ, ପଶି ଯାଇଥିବା ରକ୍ତହୀନ ଆଖି, ଅସଂଖ୍ୟ ଭାଙ୍ଗ ଓ ଗାର ଦେଖି ସେ ପୁଣି ଦବିଯାଏ ଶୋଚନୀୟଭାବେ। ସତେ ଯେମିତି ଏ ସବୁ ତତ୍ତ୍ୱ ବାହାରେ ଆଉ ଏକ ନିଶ୍ଚିତ ସତ୍ୟ ଗୋଡ଼ ଟେକି ରହିଚି ଯାହା କି ଏଇ ଆସିବ ଆସିବ ବୋଲି ଜଣାପଡ଼ି ଯାଉଚି। ନାନା ଆଶଙ୍କା, ଉତ୍ତେଜନାରେ ଅତିଷ୍ଠ ହୋଇ ଯିବାକୁ ପଡ଼ୁଚି। ସ୍ତ୍ରୀ ସହିତ ରତିକ୍ରୀଡ଼ାରେ ମଜ୍ଜି ଯାଇଥିଲାବେଳେ ଠିକ୍ କୋଉ ପ୍ରଶ୍ନ ପ୍ରଥମ କରି ମନକୁ ପଶିଯାଏ କହିବା ଯେପରି ମୁସ୍କିଲ ଓ ଏଇ ସାମାନ୍ୟ ପ୍ରଶ୍ନରେ ଉତ୍ତର ଦେଇ ନ ପାରିବା ଯେପରି ଗ୍ଳାନିକର କାହାଣୀ–ତା'ଠାରୁ ଆହୁରି ଅଧିକ ମାରାତ୍ମକ ବ୍ୟାପାର ଓଲଟପାରାଙ୍କ ପରି କୌଣସି ଅର୍ଥ ନଜାଣି ବାରମ୍ୱାର ବନ୍ଧ ଭାଙ୍ଗିବା ଶୂନ୍ୟରେ ଶୂନ୍ୟରେ ଦୋଳି ଖେଳିବା, ପ୍ରଚଣ୍ଡ ଏକ ବିସ୍ଫୋରଣରେ ଫାଟି ପଡ଼ିବା। ଲୋକଟି ଜୀବନକୁ ବହୁ ଭାବରେ ଲକ୍ଷ୍ୟ କରି ଦେଖିଚି। ବୁଝିବାକୁ ଚେଷ୍ଟା କରିଚି ଓ ପରିଶେଷରେ କିଛି ନବୁଝି ପାରି ମୁଣ୍ଡବାଳ ମୁଠା ମୁଠା କରି ପକାଇଚି। ଦାନ୍ତ କଡ଼ମଡ଼ କରି ରାଗରେ ଏକଡ଼ ସେକଡ଼ ହୋଇଚି। ବିଡ଼ି ଟାଣି ଚଉଡ଼ା ବାରଣ୍ଡାରେ ଟହଲ ମାରିଚି। ପରାଜୟର ଗ୍ଳାନିରେ ସେ ଭାଙ୍ଗି ପଡ଼ିଚି। ଅନ୍ୟ କେହି ବୁଝୁ ବା ନବୁଝୁ ସେ ଭଲକରି ବୁଝିଯାଇଚି ଯେ ଆଉ ହବନି। କିଛି ଆମଦେଇ ହୋଇ ପାରିବନି। ଦେଉଳ ଗଢ଼ି ହେବନି କି ଭାଙ୍ଘି ବି ହବନି।